ସେଦିନ କଲେଜ ଭିତରକୁ ପଶିଯାଉ ଯାଉ ଆଉ ଠିଆ ହୋଇ ପାରିଲାନି ସେ। କେତେ କ'ଣ ଅଶ୍ଳୀଳ କଥା କହି ହେମକାନ୍ତକୁ ବିଦ୍ରୂପ କଲେ କେତେ ଜଣ। ଶୁଖିଲା କାଠଗଛ ଭଳି ଏସବୁକୁ ସହିଯାଉଥିଲା ହେମକାନ୍ତ। ହେମକାନ୍ତର ନିଶ୍ଚିତ ଦର୍ଶନ ନ ଥିଲେ ମଧ୍ୟ ସହିବାର କ୍ଷମତା ଥିଲା। କଠୋର ହେବାର ଦୃଢ଼ତା ଥିଲା। ସେଇଥିପାଇଁ ସେ ନୀଳକଣ୍ଠ ଭଳି ସବୁ ବିଷ ପାନ କରି ଚାଲିଥିଲା କଲେଜ ପ୍ରାଙ୍ଗଣରେ।ଅର୍ଥଶାସ୍ତ୍ରର ଗୋଟିଏ ଶ୍ରେଣୀ ଭିତରକୁ ହେମକାନ୍ତ ପଶିଗଲା। ବେଳକୁ ଦେଖିଲା କାନ୍ଥ, ବ୍ଲାକ୍‌ବୋର୍ଡ, ଟେବୁଲ, ପ୍ରତ୍ୟେକ ଜାଗାରେ କେବଳ ତା'ରି ନାଁରେ ନାନା କଥା ଲେଖାଯାଇଛି। ନାନା ପ୍ରକାରର ଅଶ୍ଳୀଳ ଇଙ୍ଗିତ ସୂଚିତ ହୋଇଛି। ଛାତ୍ରମାନେ ମଧ୍ୟ ଭାଷଣ ନ ଶୁଣି ବିଦ୍ରୂପ କରିବାକୁ ଆରମ୍ଭ କରିଦେଇଛନ୍ତି।ଆଉ ସହ୍ୟ କରି ପାରିଲାନି ହେମକାନ୍ତ। ଥରିବାକୁ ଲାଗିଲା ସେ। ଆଜି ପର୍ଯ୍ୟନ୍ତ ହେମକାନ୍ତକୁ କେହି କେବେ ରାଗିବାର ଦେଖି ନ ଥିଲେ। ଏଇ ମାତ୍ର ନୂଆ ରାଗ। ଏଇ ମାତ୍ର ନୂଆ ବିଷୋଦ୍‌ଗାର। ପାଟି କଲା ହେମକାନ୍ତକିଏ ଲେଖିଛ ଏ ସବୁ? କୁହ, କିଏ ଲେଖିଛି? ନୀରବ ହୋଇଗଲା ଶ୍ରେଣୀଗୃହ। ପ୍ରବଳ ଗତିରେ ଅନର୍ଗଳ ଗାଇ ଚାଲିଚି ପାଗଳ ହେମକାନ୍ତ।ମୁଁ ପ୍ରେମ କରିଛି। ମୁଁ କଲେଜ ଛାତ୍ରୀ ଲୋପାମୁଦ୍ରାକୁ ପ୍ରେମ କରିଛି। ସେଥିରେ ଭୁଲ ରହିଲା କେଉଁଠି? ପ୍ରେମ କରିବା କ'ଣ ଏକ ମସ୍ତବଡ଼ ପାପ? ମୁଁ ତା'ର ଯୌବନକୁ ଉପଭୋଗ କରିଛି ନାରୀର ଯୌବନକୁ ଉପଭୋଗ କରିବା କ'ଣ ଏକ ସାମାଜିକ ଅପରାଧ? ଚୁପ୍ ରହିଲ କାହିଁକି, କୁହ? ତୁମର ବୟସ ହୋଇଛି। ତୁମେ ପ୍ରତ୍ୟେକ ମଧ୍ୟ ପ୍ରେମ କରିପାର। ଲୋପାମୁଦ୍ରା ପରି ସହସ୍ର ବାଳିକାଙ୍କର ତନୁରେ ତଡ଼ିତ୍ର ସ୍ପନ୍ଦନ ଖେଳାଇ ଦେଇପାର। ତୁମକୁ ବାରଣ କରୁଛି କିଏ? ହେଲେ ଏଥିପାଇଁ କୁତ୍ସା କାହିଁକି?ତୁମେ ଡିମାଣ୍ଡ ଓ ସପ୍ଲାଇ ଥିଓରୀ ପଢ଼ିଛ। ଡିମାଣ୍ଡ ବଢ଼ିଲେ ଜିନିଷର ଦର ବୃଦ୍ଧି ସୁନିଶ୍ଚିତ। ଡିମାଣ୍ଡ ଓ ସପ୍ଲାଇ ସମ ଥିବାବେଳେ କେବଳ ଦର ଧାର୍ଯ୍ୟ ରହେ। ମୋ ପ୍ରେମ ମଧ୍ୟ ଦିନେ ସମ ଥିଲା। ଏବେ ଅସମ ହୋଇଛି। ଡିମାଣ୍ଡ ବଢ଼ିବାବେଳେ ସପ୍ଲାଇ କମିଛି। ଏଥିରେ ବିଦ୍ରୂପ କରିବାର ସ୍ଥାନ କାହିଁ?”ହଠାତ୍ ହସିଉଠିଲେ କେତେଜଣ ଛାତ୍ର। ଆହୁରି ରାଗି ଉଠିଲା ହେମକାନ୍ତ। ଲେକଚର ଥିଏଟର ଉପରୁ ତଳକୁ ଓହ୍ଲାଇ ଆସି ପ୍ରିନ୍ସିପାଲଙ୍କ ପାଖକୁ ନେବା ପାଇଁ ଟାଣିବାକୁ ଲାଗିଲା କେତେଜଣ ଛାତ୍ରଙ୍କୁ। ପ୍ରତିବାଦ କଲେ ଅନ୍ୟାନ୍ୟ ଛାତ୍ରମାନେ। କିନ୍ତୁ ତଥାପି ବଳ ଖଟାଇ ଟାଣିବାକୁ ଲାଗିଥିଲା ହେମକାନ୍ତ।ନିଜକୁ ନିଜେ ବିଲ୍‌କୁଲ୍ ଭୁଲି ଯାଉଥିଲା ହେମକାନ୍ତ। ସେ ଯେ ଜଣେ ଅଧ୍ୟାପକ, ସମ୍ମାନସ୍ପଦ ବ୍ୟକ୍ତି ଏକଥା ଆଉ ଚିନ୍ତାରେ ମଧ୍ୟ ନ ଥିଲା ତା'ର। ସମସ୍ତ ଶକ୍ତି ଖଟାଇ ମଧ୍ୟ ହାର ମାନିଚି ହେମକାନ୍ତ। ଆଉ ହେବନି। ଝାଳନାଳ ହୋଇ ବାହାରକୁ ବାହାରି ଆସିଲା ଅଧ୍ୟାପକ ହେମକାନ୍ତ।ଆହୁରି ଥଟ୍ଟା, ଆହୁରି ପରିହାସରେ ପରିପୂର୍ଣ୍ଣ ହୋଇଗଲା କଲେଜର ବାୟୁମଣ୍ଡଳ। ଅସହ୍ୟ। ଆଉ ହେମକାନ୍ତ ଠିଆ ହୋଇପାରୁନି। ଲଜ୍ଜା, ଅପମାନରେ ଭାଙ୍ଗି ପଡ଼ୁଚି ସେ। ସତେ ଯେମିତି ଆଜି କଲେଜର କୋଠା, ଶ୍ରେଣୀଗୃହ, ଲାଇବ୍ରେରୀ ସମସ୍ତେ କୋହୁଛନ୍ତି ହେମକାନ୍ତ, ତୁମେ ଅପରାଧୀ, ତୁମେ ପାଗଳ, ତୁମେ ଏକ ଅସାମାଜିକ ଜୀବ। ରାଗରେ, ପ୍ରତିହିଂସାରେ, ଆତ୍ମଶୋଚନାରେ ଆଗକୁ ଆଗକୁ ଚାଲିବାରେ ଲାଗିଛି ହେମକାନ୍ତ। କଟକ ସହରର ରାସ୍ତା ଯେମିତି ଆଜି ବିଦ୍ରୂପ କରୁଛି ତାକୁ। ଅସ୍ଥିର ହେମକାନ୍ତ।ଯେଉଁ ଦିନ ପ୍ରଥମେ କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲା, ସେଦିନ ହୁଏତ କେହି ଚିହ୍ନି ନ ଥିଲେ ହେମକାନ୍ତକୁ। କିନ୍ତୁ କେତେ ଘଣ୍ଟା ମଧ୍ୟରେ ଆଜି ସମସ୍ତେ ଚିହ୍ନିନ୍ତି ଏଁହେମକାନ୍ତକୁ। ମଣିଷର ପ୍ରଶଂସା ପ୍ରଚାର ହେବାକୁ ଅନେକ ସମୟ ଦରକାର କରେ। ହେଲେ ବଦନାମ ଉଠିବା ପାଇଁ ସମୟର ଲୋଡ଼ା ନାହିଁ।ଆଜି କଲେଜର ଗୋଟିଏ ହୀନ ସୃଷ୍ଟି ହେମକାନ୍ତ। ରାଗରେ, ଅଭିମାନରେ ଶ୍ରେଣୀଗୃହ ମଧ୍ୟରେ ହେମକାନ୍ତ ଯେଉଁ ଉନ୍ମତ୍ତ ଭାଷଣ ଦେଇଗଲା, ତାହା ଯେ ଓଲଟା ପ୍ରତିକ୍ରିୟା ସୃଷ୍ଟି କରିବ, ଏହା ଭାବିପାରି ନ ଥିଲା ହେମକାନ୍ତ। ସମୟକ୍ରମେ ଭାଷଣ ସମ୍ବନ୍ଧରେ ସବୁ କଥା ଶୁଣିଥିଲା ଲୋପାମୁଦ୍ରା।